ପ୍ରତ୍ୟେକ କଥାକୁ ସହଜ ଭାବେ ଗ୍ରହଣ କରିନେବା ତାଙ୍କର ଗୋଟାଏ ବଡ଼ ଧର୍ମ। ମୋ ଅନୁରୋଧ ଉପରେ ଟୀକା ଟିପ୍ଟଣୀ ନ ଦେଇ ସେ ସଙ୍ଗେ ସଙ୍ଗେ ମୋତେ ଅନୁମତି ଦେଇଦେଲେ। କେବଳ କହିଲେ-ଦିନ ଥାଉଁ ଥାଉଁ ଫେରି ଆସିବ। ଦିନ ଥାଉଁ ଥାଉଁ ଫେରିବା ପାଇଁ ପ୍ରତ୍ୟେକ ଅଭିଭାବକଙ୍କର ପ୍ରତ୍ୟେକ ଅନୂଢା କନ୍ୟାପାଇଁ ଯେଉଁ ଅନୁରୋଧ ତାହା ଲକ୍ଷ୍ୟ କରିବାର କଥା। ଅନେକଙ୍କର ବିଶ୍ୱାସ ଯେ କେବଳ ରାତ୍ରିର ଅନ୍ଧକାରରେ ହିଁ ନାରୀ ହୁଏ ଅପବିତ୍ରା। ଅନ୍ଧକାର ମଧ୍ୟରେ ନାରୀତ୍ୱ ବିଗଳିତ ହୋଇ ପଡ଼େ। ତେବେ ସେ ଯାହାହେଉ, ଭାଇଙ୍କର ଆଉ ଜଣେ ସାଙ୍ଗର ପୁଅ ସହିତ ଆମେ ବାହାରି ପଡ଼ିଲୁ। ବାହାରିବା ପରେ କିନ୍ତୁ ଆମ ଯାତ୍ରାପଥ ବଦଳିଗଲା। ନନ୍ଦନକାନନ ଅଭିମୁଖେ ଯାତ୍ରା ନ କରି ଆମେ ବାହାରିଲୁ ମହାବିନାୟକ ଦର୍ଶନରେ। ହରିଦାସପୁର ଷ୍ଟେସନ୍ରେ ଟ୍ରେନ୍ରୁ ଓହ୍ଲାଇ ଆମେ ପାଦରେ ଚାଲି ଚାଲି ମହାବିନାୟକ ଅଭିମୁଖେ ଯାତ୍ରା କଲୁ। ବିଶାଳ ମହାବିନାୟକ ପାହାଡ଼। ନୀଳବର୍ଣ୍ଣର ଶୃଗାଳଟିଏ ମୁହଁ ଯାକି ଶୋଇଥିବା ଭଳି ପାହାଡ଼ ଶୋଇଥିଲା। ସବୁଜ ପତ୍ରର ଘନୀଭୂତ ଆସ୍ତରଣ ତଳେ ବିଶାଳ ପାହାଡ଼ଟି ଥିଲା ଶୋଭାବନ୍ତ। ଦେହରେ ପାଣି ଜମି ରହେ, ମଇଳା ଜମି ରହେ। ପାଣି ବହିଯିବା ଯେମିତି ଏ ନର୍ଦ୍ଦମାର ଗୋଟିଏ ବିରୋଧୀ ଧର୍ମ। ସହରର ମ୍ୟୁନିସ୍ପାଲିଟ୍କୁ ଏଥିପାଇଁ ଦୋଷ ଦେଇ ହୁଏନାହିଁ। କାରଣ-ବହୁ ସପକ୍ଷ ଓ ବିପକ୍ଷ ସଭ୍ୟଙ୍କର ମତବାଦକୁ ସ୍ୱୀକାର କରିବା ପାଇଁ, ଏଇ କଟକ ସହରର ନର୍ଦ୍ଦମା ଶପଥ ନେଇଥାଏ। ଏ ନର୍ଦ୍ଦମାରେ କ'ଣ ଜୀବାଣୁ ଜନ୍ମ ନେଇ ପାରନ୍ତି? ଏ ନର୍ଦ୍ଦମାରୁ ଜନ୍ମ ନିଅନ୍ତି ମଣିଷ, ଜୀଅନ୍ତା ମଣିଷ.. ଯେଉଁମାନେ କଥା କହନ୍ତି ଚାଲନ୍ତି.. ହସନ୍ତି ଆଉ ବସନ୍ତି। ଅନେକ ହୁଏତ ଏମାନଙ୍କୁ ମଣିଷ ବୋଲି ସ୍ୱୀକାର କରିବେ ନାହିଁ। ମଣିଷ ବୋଲି ନିଜକୁ ସାବ୍ୟସ୍ତ କରିବା ପାଇଁ ହୁଏତ ଭୋଟର ଲିଷ୍ଟରେ ଏମାନଙ୍କର ନାମ ନାହିଁ। ତଥାପି ଏମାନେ ସଜୀବ ମଣିଷ କଟକ ସହର ଅଖ୍ୟାତ ଗଳିର ଉପଜୀବ। କହୁଥିଲା ଲୋପାମୁଦ୍ରା। କଲେଜ ବହିରେ ଏ ପାଠ ନାହିଁ ଚିତ୍ରା! ଏକ ଜୀବନ ବ୍ୟାପୀ କାରୁଣ୍ୟ ଭିତରେ ଏ ପାଠର ପାଠ୍ୟକ୍ରମ ନିହିତ। ଶୂନ୍ୟ ଆକାଶର ନୀଳାଭ ସୁଷମା ଆଡ଼େ ଚାହୁଁଥିଲା ଚିତ୍ରାଙ୍ଗଦା। ''ସତକଥା, ଲୋପାମୁଦ୍ରା ମିଛ କହୁନାହିଁ, କଟକ ସହରକୁ ଚିହ୍ନିବାକୁ ହେଲେ ପ୍ରଥମେ ଏ ନର୍ଦ୍ଦମାର ଇତିହାସ ହିଁ ଜାଣିବାକୁ ହେବ। ନର୍ଦ୍ଦମାର ବଦାନ୍ୟତା ପ୍ରତି ଦୃଷ୍ଟି ଦେବାକୁ ହେବ। '' ନର୍ଦ୍ଦମାରୁ ଆହାର ସଂଗ୍ରହ କରନ୍ତି ଏଇ ମଣିଷ ଦଳ। ନଅଙ୍କ ଦୁର୍ଭିକ୍ଷର ଏ କାହାଣୀ ନୁହେଁ। ଏଇ ଊନବିଂଶ ଶତଷଠି ଶତାବ୍ଦୀର ଉଜ୍ଜ୍ୱଳ ଜୀବନ୍ତ କାହାଣୀ। ଏମାନେ ନର୍ଦ୍ଦମାରୁ ଭାତ ରୋଟି ଖୋଜନ୍ତି ନାହିଁ। ଏମାନେ ଖୋଜନ୍ତି ଖଣ୍ଡ ଖଣ୍ଡ ଅଙ୍ଗାର। ଠିକ୍ ଭୋକିଲା କୁକୁର ଭଳି ନର୍ଦ୍ଦମା ଉପରେ ହାମ୍ବୁଡ଼ାଇ ପଡ଼ି ଛୋଟ ଛୋଟ କୁଲେଇ ସାହାଯ୍ୟରେ ଏମାନେ କରନ୍ତି ସୁବର୍ଣ୍ଣର ସନ୍ଧାନ। ଏମାନେ ମଣିଷ, ଆମ ବିଂଶ ଶତାବ୍ଦୀର ମଣିଷ-। ବେଦନାରେ ଭାଙ୍ଗିପଡ଼ି ଚିତ୍ରାଙ୍ଗଦା କହିଲା-ଏ ସମସ୍ୟାର କ'ଣ ସମାଧାନ ନାହିଁ ଲୋପାମୁଦ୍ରା? ଆକାଶର ଚନ୍ଦ୍ର ଭଳି ଆଜି ଲୋପାମୁଦ୍ରା ନିର୍ମଳ। ଚିତ୍ରାଙ୍ଗଦାକୁ ସେ ମଣିଷ କରି ପାରିଛି-। ଜୀବନ ବିଷୟରେ ଅନେକ କିଛି ବୁଝାଇ ପାରିଛି। ସେମିତି ନିର୍ବେଦ ବଦନରେ ଚିତ୍ରାଙ୍ଗଦାକୁ ଚାହିଁ କହିଲା ଲୋପା ''ଆଉ ଟିକେ ଆଖି ଖୋଲି ଦେଖ୍ ଚିତ୍ରା, ଏ କଟକ ସହରର ଏକ ନବୀନ ରୂପର ସମାରୋହ ତୁ ବେଶ୍ଦେଖି ପାରିବୁ। '' ରାସ୍ତା ଉପରକୁ ପାଦ ବଢ଼ାଉ ବଢ଼ାଉ ସେଦିନ ଅନେକ କିଛି ଚିନ୍ତା କରୁଥିଲା ଚିତ୍ରାଙ୍ଗଦା-। ଚିତ୍ରାଙ୍ଗଦାକୁ ବିଦାୟ ଦେବା ପରେ ଘର ଭିତରକୁ ଫେରିଆସିଲା ଲୋପାମୁଦ୍ରା। ଧଡ଼୍ଧାଡ଼୍କରି ଘରର ଝରକା କବାଟଗୁଡ଼ିକ ବନ୍ଦ୍କରି ଦେଇ ଖଟ ଉପରେ ଶୋଇପଡ଼ିଲା ସେ। ଆଃ ନିର୍ଜନତା ହିଁ ମଣିଷର ସବୁଠାରୁ ବଡ଼ ସାଥୀ.. ସବୁଠାରୁ ଶ୍ରେଷ୍ଠ ଶାନ୍ତିମୟ ସ୍ଥାନ। ଜୀବନରେ ନିର୍ଜନତା ବୋଲି ଯଦି କିଛି ନ ଥାନ୍ତା ତେବେ ହୁଏତ ମଣିଷ ଜୀବନ ହୋଇଉଠନ୍ତା ନିହାତି ସାଂଘାତିକ। ଜୀବନର ଆରମ୍ଭରୁ ଲୋପାମୁଦ୍ରା ଭଲପାଏ ଅନ୍ଧାରକୁ। ତା' ଜୀବନରେ ଅନ୍ଧାର ଏକ ଆଶୀର୍ବାଦ। ସମଗ୍ର ଦେଶ ଯେତେବେଳେ ଅନ୍ଧକାରମୟ ସେତେବେଳେ ବା ଲୋପାମୁଦ୍ରାର ଜୀବନ ଅନ୍ଧାରୀ ନ ହେବା କାହିଁକି? ଆଜି କୋଠରୀର ନିର୍ଜନ ପରିବେଶ ମଧ୍ୟରେ ଭାବୁଛି ହେମକାନ୍ତ। ଏଇ ଲୋପାମୁଦ୍ରା। ସେଦିନ ଆଲୋଚନାର ଶେଷରେ ହୁଏତ ଭାବିଥିଲା ଅନେକ କିଛି।